ଏଇ ଧରଣର କେତେକ ଲୋକଙ୍କ ବିଷୟରେ ଆମେ ଜାଣିବାକୁ ଇଚ୍ଛା କରୁନା। ମାନେ, ଆପଣ ସରିତା ବିଷୟରେ କିଛି ଜାଣିନାହାନ୍ତି? କେବଳ ଏତିକି ଜାଣେ, ସେ ଭଲ ନତିକୀ। ତା' ବିଷୟରେ କୌଣସି ସମ୍ୱାଦ ଦେବାକୁ ସେ ସର୍ବଦା ଅନିଚ୍ଛୁକ। ଏଭଳିକି ବିଜ୍ଞାପନର ଦେବା ପାଇଁ ତା' ସହିତ କଣ୍ଟ୍ରାକ୍ଟ୍ ବେଳେ ଏକମତ ହେବାକୁ ପଡ଼େ। ଆଉ ସର୍ବଦା ସେ ସାମ୍ବାଦିକମାନଙ୍କଠାରୁ ଦୂରେଇ ରହିବାକୁ ଚେଷ୍ଟା କରେ। ସେ ନିଜେ ଆପଣଙ୍କ ସହିତ ଏଭଳି ଚୁକ୍ତି କରିଥିଲା ନା, ତା' ତରଫରୁ ତା'ର ମେନେଜର ଅକ୍ଷୟ ସେନ୍ କଣ୍ଟ୍ରାକ୍ଟ କରିଥିଲେ। ଆଉ ପନ୍ଦର ଦିନ ପାଇଁ ଚୁକ୍ତିପତ୍ରରେ କେବଳ ସରିତା ଦସ୍ତଖତ୍ କରିଥିଲା। ସେ ଏଠାରେ କୋଉଠି ରହୁଛି? ମୁଁ ଜାଣେନା। ସେ ବିଷୟରେ ସେ କାହାରିକୁ ସୁଯୋଗ ଦେବାକୁ ପ୍ରସ୍ତୁତ ନୁହେଁ। ଅବଶ୍ୟ କଣ୍ଟ୍ରାକ୍ଟ ବେଳେ ଆମର ଏଇ ଲଜ ଲଜିଂରେ ରହିବାପାଇଁ ମୁଁ ତାକୁ ଅନୁରୋଧ କରିଥିଲି। ତା ତରଫରୁ ଅକ୍ଷୟ ସେନ୍ ଏଠାରେ ରହିବାପାଇଁ ମନା କରିଥିଲେ, କାରଣ ସରିତା ନୃତ୍ୟ ଶେଷ ପରେ ଏକାନ୍ତରେ ରହିବାକୁ ଇଚ୍ଛା କରେ। ଏଠାରେ ରହିଲେ ନିଶ୍ଚୟ କୌଣସି ଦର୍ଶକ ତାକୁ ସାକ୍ଷାତ୍ କରିବାପାଇଁ ବିରକ୍ତ କରିପାରେ। ତା'ହେଲେ ଏଇ ହେଲା ତା'ର ଏଠା ନ ରହିବାର ପ୍ରଧାନ କାରଣ? ଆପାତତଃ ତା'ର ମେନେଜରଙ୍କ ମନ୍ତବ୍ୟରୁ ତାହା ହିଁ ଜଣାପଡ଼େ। ଏବେ ସରିତା ଆସିଯାଇଥିବେ ନିଶ୍ଚୟ? ହାତଘଣ୍ଟା ଉପରୁ ଦୃଷ୍ଟି ଫେରାଇ ମିଷ୍ଟର ହୁସେନ କହିଲେ, ସେ ବିଷୟରେ ମଧ୍ୟ ସେ ଖୁବ୍ ତତ୍ପର। ତାପରେ ପ୍ରୋଗ୍ରାମ ଆରମ୍ଭ ହେବାର ମାତ୍ର ଅଧଘଣ୍ଟାଏ ଆଗରୁ ସେ ଆସିବ। ତା'ପରେ ସିଧାସଳଖ ଗ୍ରୀନରୁମ ଭିତରେ ପ୍ରସାଧନରେ ବ୍ୟସ୍ତ ରହିବ। ଅର୍ଥାତ୍ କେହି ଯେପରି ତା' ସହିତ ଆଳାପ କରିବାର ସୁବିଧା ନ ପାଇବେ। ହୁଏତ ଆପଣଙ୍କ ଅନୁମାନ ସତ୍ୟ। ତା' ତରଫରୁ ନିଶ୍ଚୟ ଅର୍କେଷ୍ଟ୍ରାଙ୍କ ପାର୍ଟିର କେହି ଆସୁଥିବେ? ନା, ସବୁ ଟେପ୍ ରେକର୍ଡର। ଅର୍ଥାତ୍ ରଙ୍ଗମଞ୍ଚରୁ ତା' ବିଷୟରେ କାହାରିଠାରୁ କୌଣସି ତଥ୍ୟ ମିଳିବ ନାହିଁ? ମୁଁ ଅବଶ୍ୟ ସଠିକ୍ ଭାବରେ କିଛି କହିପାରିବି ନାହିଁ। ତେବେ ମାଧୁରୀଠାରୁ ନିଶ୍ଚୟ କିଛି ନା କିଛି ସମ୍ୱାଦ ମିଳିବ। ମାଧୁରୀ? ହଁ, ଆମର ଜଣେ ଏମ୍ପ୍ଳୟୀ, ଅର୍ଥାତ୍ ଷ୍ଟାପ୍ ଡ୍ୟାନ୍ସର। ତାହାରି ଉପରେ ମଞ୍ଚର ଦାୟିତ୍ୱ ମଧ୍ୟ ରହିଛି। ଷ୍ଟେଜ୍ ବିଷୟରେ ସମସ୍ତ ବୁଝାଶୁଣା ସେ କରେ। ବହୁତ ଧନ୍ୟବାଦ, ମିଷ୍ଟର ହୁନସେନ୍! ଆଚ୍ଛା, ମିଷ୍ଟର ହୁନସେନ୍, ସରିତା ସହିତ ସାକ୍ଷାତର ସୁଯୋଗ ମିଳିବ ନାହିଁ? ଆପଣଙ୍କର ପରିଚୟ ଦେଇ ଶତ୍ରୁଜିତ୍ ଟିକିଏ ଭାବିଲେ। ତା'ପରେ କହିଲେ କିଛି କ୍ଷତି ନାହିଁ। ତେବେ ଏ ବିଷୟରେ ସିଧାସଳଖ ଆପଣ ତା' ସହିତ ସମ୍ପର୍କ ପ୍ରତିଷ୍ଠା କରନ୍ତୁ। ଆଉ ମୋର ସେକ୍ରେଟେରୀ ବୁକ୍ କରିଥିବା ଦୁଇଟା ସିଟ୍ ଗୋଟାଏ ତା' ପାଇଁ ମୁଁ ପୂର୍ବରୁ ରି ରିଜର୍ଭ କରିଛି। ଅର୍ଥାତ୍ ଆପଣ ଏକାକୀ? ହଁ, ତା'ର ଡ୍ୟାନ୍ସ ଶେଷ ହେବା ସଙ୍ଗେ ସଙ୍ଗେ ମୋ ପାଖକୁ ନେଇଆସିଲେ ଖୁବ୍ ଭଲ ହେବ। ମୋର ମନେହୁଏ, ତା'ର ଡ୍ୟାନ୍ସ ପରେ ପରେ ଆପଣଙ୍କର ଆହୁରି ପ୍ରୋଗ୍ରାମ ମ ମଧ୍ୟ ରହିଛି। ହଁ, ପର ମୁହୂର୍ତ୍ତରେ ରଙ୍ଗମଞ୍ଚର ପ୍ରଥମ ଘଣ୍ଟି ଶୁଣାଯିବା ସଙ୍ଗେ ସଙ୍ଗେ ମିଷ୍ଟର ହନସେନ୍ କହିଲେ,ଆଉ କୋଡୀଏ ମିନିଟ୍ ପରେ ଆମର ପ୍ରୋଗ୍ରାମ ଆରମ୍ଭ ହେଇଯିବ। କିଛି ମନେ କରିବେନି ମିଷ୍ଟର ଶତ୍ରୁଜିତ୍! ମେନେଜର ହିସାବରେ ସମସ୍ତ କିଛିର ତଦାରଖ ମୋତେ କରିବାକୁ ପଡ଼ିବ। ଆପଣ ଆପଣଙ୍କର ସ୍କୁଟି ଯାଆନ୍ତୁ। ୱେଟର୍ ଆପଣଙ୍କ ପାଇଁ ସମସ୍ତ କିଛି ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ପାଇଛି। ମୁଁ ପୁଣି ପରେ ଆପଣଙ୍କୁ ଦେଖା କରିବି। ଶତ୍ରୁଜିତ୍ ଧନ୍ୟବାଦ ଜଣାଇ ବାହାରକୁ ଆସିଲେ। କାଉଣ୍ଟର କେବ କେବିନ ପାଖରୁ କିଛିଦୂର ଛାଡ଼ି ହଲତୁ ରାସ୍ତା। ଏ ପର୍ଯ୍ୟନ୍ତ ବି ଲୋକଙ୍କର ସାରାଗମ ଲ ଲାଗିରହିଥିଲା। ସେମାନଙ୍କ ପଛେ ପଛେ ଆସି ହଲ୍ଋ ପ୍ରବେଶପଥ ପାରି ହେବା ମାତ୍ରେ ଆଉ ଜଣେ ୱେଟର ତାଙ୍କର ପାସ୍ ଦେଖି ତା'ର ପଛେ ପଛେ ଅନୁସରଣ କରିବାକୁ ଅନୁରୋଧ ଜଣାଇଲା। ଛାଇ ଅନ୍ଧାରର ଅପୂର୍ବ ସମନ୍ୱୟ ଭିତରେ ୱେଟର ପଛେ ପଛେ କିଛିଦୂର ଅଗ୍ରସର ହେବା ପରେ, ଗୋଟାଏ ଅନୁଚ୍ଚ ସନ୍ମାଇକା ଟେବୁଲକୁ ଲକ୍ଷ୍ୟ କରି ୱେଟର କହିଲା ଏଇଟା ହେଉଛି ଆପଣଙ୍କର ସିଟ୍। ଧନ୍ୟବାଦ ଜଣାଇ ଶତ୍ରୁଜିତ୍ ଟେବୁଲର ସମ୍ମୁଖରେ ପଡ଼ିଥିବା ଚେୟାର ଉପରେ ବସିଲେ। ତାଙ୍କର ଡାହାଣ ପାଖକୁ ଆଉ ଗୋଟିଏ ଶୂନ୍ୟ ଚେୟାର ରହିଥିଲା।